-ଯୁଧିଷ୍ଠିର ଖେଳୁଥିଲେ ବୋଲି ପଢ଼ିଛି। ମୁଁ ନିଜେ ଖେଳି ନାହିଁ। -ତମେ ଆଇ-ଏ-ଏସ୍ ହବାକୁ ଚାହଁ? -ନିଶ୍ଚୟ ଚାହେଁ। ସେ ସୁବିଧା ମୋର କାହିଁ? -କହି ଇଙ୍ଗିତଭରା ହସ ହସି ଚାହିଁଲା ମାନିନୀକୁ। -ସୁବିଧା ସବୁବେଳେ ଈଶ୍ୱରଙ୍କ ହାତରେ। ରମାକାନ୍ତର ହାତ ଧରିଲା ଉଠିବା ପାଇଁ। ଘର ଭିତରକୁ ଆସି ମାନିନୀ କହିଲା-କ'ଣ ତମେମାନେ ଭାବୁଥିବ କେଜାଣି। ଯାହା ଇଚ୍ଛା ଭାବୁଥିବ। ମୁଁ ଯାଇଥିଲି ଗୋଟାଏ ଜରୁରୀ ଆଲୋଚନାରେ। -କି ଆଲୋଚନା ଏତେ ଜରୁରୀ ହେଲା? -ଅଳକା ପଚାରିଲା। -କୁହ, ରମାକାନ୍ତ। ରମାକାନ୍ତ ଚମକି ପଡ଼ିଲା। ଇଏ କ'ଣ ଜୀବନର ଗୋଟାଏ ପ୍ରହସନ? -ଚୁପ ରହିଲ, ରମାକାନ୍ତ। ସେମାନେ ଭୁଲ୍ ବୁଝିବେ ଯେ। -କ'ଣ ମୁଁ କହିବି? -କୁହ, ତୁମେ ଅଳକାକୁ ଭଲପାଅ ବୋଲି। -କହ, ତମେ ତାକୁ ବିଭା ହେବାକୁ ରାଜି। କହିନାହଁ? ରମାକାନ୍ତ ଚୁପ୍ ରହିଲା। -କହିଛ କି ନାହିଁ କହ। ସତ କହ-ଅଳକାର ନାଁରେ ଶପଥ ନେଇଛ। ମିଛ କହିବ କାହିଁକି? -ହଁ, କହିଛି। -କ'ଣ କହିଛ? -କହିଛି, ମୁଁ ଭଲପାଏ ଆଉ ଉପଯୁକ୍ତ ହୋଇଥିଲେ ଅଳକା ପରି ଜଣେ ସ୍ତ୍ରୀକୁ ବିଭା ହୁଅନ୍ତି। ଅଳକା ଉଠିଲା ଯିବାପାଇଁ-ହେଇ। ମାନିନୀ, -ତମେ ପାଗଳି ହୋଇ ଯାଇଛ। କ'ଣ ଗୁଡ଼ାଏ -ନାହିଁ ଅଳକା। ମୁଁ କାଲିଠାରୁ ଭାବୁଥିଲି ଅଳକା ମୋର ଭାରି ଏକୁଟିଆ ହୋଇ ଯାଉଛି। -ତମେ କ'ଣ ଡାକ୍ତର? -ନା, ବନ୍ଧୁ। -ଅଳ୍ପ ଦିନର ବନ୍ଧୁ। -ସତରେ ତମେ ଏସବୁ କହିଛ-ରମାକାନ୍ତ? ଅଳକା ଟାଣରେ ପଚାରିଲା। -ହଁ, କହିଛି। ତମରି ରାଣ ପକାଇ ପଚାରିଲେ। -ତମେ ଜାଣିଛ ମୁଁ କି ପ୍ରାଣୀ? -ଭଲ ପ୍ରାଣୀ। ତମରି ପରି ଖୋଲା ଲୋକ ଏଇ ସଂସାରର ବହୁତ ଉପକାର କରିବେ-। -ଜାଣିଛ? -ନା, ଜାଣ ନାହିଁ। -କ'ଣ ଜାଣିବି? କାଲିଠାରୁ ଭାବୁଛି ଯେ ଜୀବନରେ ଗୋଟାଏ ଲୋକ ଦେଖିଲି। ମୋର ଜୀବନଟା ଅତି ଛୋଟ। ଅଳକାର ମୁହଁ ଲାଜରେ ଝାଉଁଳି ଗଲା। -ସେ ତାହାର ସମାନ ପ୍ରତିଦ୍ୱନ୍ଦୀ ଦେଖିଛି। ଅଳକା ଘରୁ ବାହାରକୁ ଚାଲିଗଲା। ଅନ୍ୟମାନେ ବ୍ୟସ୍ତ ହୋଇପଡ଼ିଲେ। ମାନିନୀ ଯାଇ ଫ୍ରିଜଖୋଲି ଜିନିଷ ପତ୍ର କଢ଼ାରେ ଲାଗିଲା-ଖାଇବାକୁ ଦବ ନାହିଁ? କେତେ ବହପ? ଆମକୁ ଖୁଆଇବା ଭାର ତମ ଉପରେ ରମାକାନ୍ତ-ଅଳକା ଲୁଚିଲାଣି। -ଇଏ ସବୁ କଅଣ ହେଉଛି? ମାନିନୀ ଦେବୀ- -ହଠାତ୍ ନ ହେଇ ଦି' ଚାରିବର୍ଷରେ ହୋଇଥିଲେ ତୁମର ଆଖି, ମନ ସହି ସମ୍ଭାଳି ନିଅନ୍ତା। ଟିକିଏ ଚଞ୍ଚଳିଆ ହୋଇଗଲା। -ସେଇଆ ପରା। କ'ଣ ଥିଏଟର ହୋଇଛି? -ହଁ। ଏବେ ଏମିତି ହଠାତ୍ ଅନେକ ସୌଭାଗ୍ୟ ଓ ଦୁର୍ଭାଗ୍ୟ ଦେଖା ଦେଲେଣି-ଏଣିକି ଆଉରି ଅଧିକ-ଅଧିକ ହେବ। ବଳଦଗାଡ଼ି ଯୁଗ ଗଲାଣି-ଉଡ଼ାଜାହାଜ ଯୁଗ ଆସିଗଲାଣି। -କାହାରି ମନ ସାଙ୍ଗରେ ଖେଳିବା ଠିକ୍ ନୁହେଁ। -ଏଁ, କ'ଣ କହିଲ? ମନ? -ମନ? ମନ ମରିଗଲାଣି ଦେହ ଭିତରେ। ଧାଇଁଲେ ମନ ଶୋଇପଡ଼େ-ବସିଗଲେ ମନ ଧାଏଁ। କିଏ ସାଙ୍ଗରେ ଖେଳିଲା? -ଅଳକା ସାଙ୍ଗରେ। ରମାକାନ୍ତ କହିଲା। -ହଉ, ଯାଅ, ନିଜେ ଯାଇ ଡାକି ଆଣ ଅଳକାକୁ। ଡାକିବା ନ ଡାକିବା ପାଇଁ ତମେ ସ୍ୱାଧୀନ। ତମର ଇଚ୍ଛା ହେଲେ ତମେ ଆମ କଥା ବୁଝିପାର କିମ୍ବା ଚାଲିଯାଇପାର। ରମାକାନ୍ତ ବାହାରିଗଲା ଘରୁ। ହତା ଭିତରେ ଅଳକା ଠିଆ ହୋଇଥିଲା। ରମାକାନ୍ତକୁ ଦେଖି ପଚାରିଲା-କ'ଣ? -ଡାକୁଛନ୍ତି ତୁମକୁ। ଦାନ୍ତ କାମୁଡ଼ି ଅଳକା କହିଲା-ନିର୍ଲଜ। ଭଲ ପାଅ ତମେ ଅଳକାକୁ? ତାକୁ ବିଭା ହେବ? -ମୂର୍ଖ-ବେକୁଫ୍। କ'ଣ ପାଇଁ ଆସିଥିଲ? ରମାକାନ୍ତ ଠିଆହୋଇ ରହିଲା। -ବହୁତ ପାଟି ଖୋଲୁଥିଲା ମାନିନୀ ପାଖରେ। ଏବେ କ'ଣ ହେଲା? ରମାକାନ୍ତ କାନ୍ଦିବାରେ ଲାଗିଗଲା-ମୁଁ ଦୋଷ କରିଛି। ମତେ କ୍ଷମା ଦିଅ। ଭିତରୁ ଡାକ ଶୁଭିଲା-ଆସ। ସେଠି ଦି'ଜଣ କ'ଣ କରୁଛ? -ଆଖି ପୋଛ। ମୂର୍ଖ, ଓଲୁ, -ସିନେମା ଯିବ? -ଯିବ? -ସକାଳେ ଭୁଆଁ ହୋଇଥିଲ-। ଓଧ କ'ଣ କରୁଛି? -ଟେବୁଲ ପାଖରେ ବସିଛି। ମାନିନୀ ବାହାରିଲା ପଦାକୁ। -ହେଇ ଶୀଘ୍ର ଉଠ ଏଠୁ। ଏଇ ଓଦା ସରସର ଆଖି ଦେଖାଇଲେ ଖୁବ୍ ଅଡ଼ୁଆ ହବ ଜାଣିଥା।